ସାଙ୍ଗସାଥିଙ୍କ ସାମନାରେ ଦେଖା ହେଲେ ଅଶୋକ ପାତ୍ର ମନକୁ ଆଘାତ କଲାପରି କଥା କହିବେ। ବିଚରା ଅଶୋକ ପାତ୍ର! ସେ କିନ୍ତୁ ନିରୁପାୟ। ସବୁ ଦାୟିତ୍ୱ ଯେ ତାରି ଉପରେ ଲଦି ଦିଆଯାଇଛି। ଟିକିଏ ଖିଲାପ ଥିଲେ ସରକାର ଦୋଷ ଦେବେ ଅଶୋକ ପାତ୍ରକୁ। ସହକାରୀମାନଙ୍କର କୌଣସି ଦାୟିତ୍ୱ ନାହିଁ। ପାଣିରେ ବୁଡ଼ିଲେବି କାହିଁରେ ପାଣି ଲାଗିବ ନାହିଁ। ପର ଝାଡ଼ିଦେଲେ ଆପଣା ଛାଏଁ ସବୁ ଦୋଷ–ପାଣି ନିଗିଡ଼ି ଯିବ। ଦିନିକିଆ କାର୍ଯ୍ୟର ପୁଣି ଏତେ ଗୁଡ଼ିଏ ଦାୟିତ୍ୱ? ଅଶୋକ ମନେ ମନେ ଭାବେ, ସେ ଏ ଦାୟିତ୍ୱ ମୁଣ୍ଡାଇ ବିରାଟ ଭୁଲ କରି ବସିଛି। ଆଉ ଦିନେ ଏ ନିକର୍ମା–ଆଗ୍ରହ ଦେଖାଇବ ନାହିଁ। ଅଥଚ ନିର୍ବାଚନ ଉଦ୍ଦେଶ୍ୟରେ ବାହାରିଲାବେଳେ କି ଆନନ୍ଦ ହୋଇ ନ ଥିଲା। ସେ ଦୁହେଁ ଆହୁରି ଆସିନାହାନ୍ତି। ବେଶପୋଷାକ ପିନ୍ଧି ବାହାରିଲାବେଳେ ହୁଏତ ଅଳ୍ପ ଡେରି ହେବ। ବନ୍ଧୁ ଓ ସହକର୍ମୀ ସେମାନେ। ମନର ସବୁ ବିରକ୍ତିକୁ ଛାତିତଳେ ଚାପି ଦେବାକୁ ହେବ। କର୍ତ୍ତବ୍ୟବୋଧ ସମ୍ୱନ୍ଧରେ କାହା ପାଖକୁ ଯାଇ ବୁଝାଇବା ବେଳ ଇଏ ନୁହେ। ସେମାନେ ଯଦି ଆସନ୍ତା ନିର୍ବାଚନରେ ଅଶୋକ ପାତ୍ର ଦାୟିତ୍ୱ ନେଇ କୌଣସି ନିର୍ବାଚନ ମଣ୍ଡଳୀକୁ ଆସନ୍ତି, ବୁଝିବେ ଏଥର କେତେ ଭୁଲ କରୁ ନ ଥିଲେ। କିନ୍ତୁ ସେ କଥା ଏବେ ଅନେକ ଡେରି ଅଛି। ବନଲତା ଦାସ ନିଜର ଦାୟିତ୍ୱ କତା ଅଶୋକ ପାତ୍ର ପାଖରୁ ବୁଝିନେଲେ। ବୁଝିବାର ଶକ୍ତି ତାଙ୍କର ରହିଛି। ନିର୍ବାଚନରେ ଯେକୌଣସି ଦାୟିତ୍ୱ ଦେଲେ ତାକୁ ନିଃସଂଶୟରେ ତୁଲାଇ ଦେବେ। ଅଶୋକ ବନଲତା ଦାସର ସମୟ ଓ ଦାୟିତ୍ୱ ଜ୍ଞାନକୁ ପ୍ରଶଂସା କରୁଥିଲା। ଏ ଦେଶର ସବୁ ଝିଅ ଯଦି ବନଲତା ଦାସ ପରି ଦାୟିତ୍ୱଶୀଳା ହୋଇଉଠନ୍ତି, ତେବେ ଦେଶର ଅଦ୍ଭୁତ ପରିବର୍ତ୍ତନ ହେବ। ଆଗାମୀ ଭବିଷ୍ୟତର ରଙ୍ଗ ଲାଗିଛି ବନଲନା ଦାସ ମୁହଁରେ। ସେଦିନ ସୁଦୁର ନୁହେ, ଯେଉଁଦିନ ଏ ଦେଶର ନାରୀ ପ୍ରଗତିର ନୂତନ ଇତିହାସ ଲେଖାଯିବ। ନାରୀ ଜାତିକୁ ନିଜର ଦାୟିତ୍ୱ ସଙ୍ଗରେ ପରିଚିତ କରାଇବା ପାଇଁ ଆଗଭର ହୋଇ ବାହାରିଥିବା ଏଇ ବନଲତା ଦାସ ସେଦିନ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବ। ପୁରୁଷ ଓ ସ୍ତ୍ରୀ, ସମାଜର ଦୁଇ ଅଙ୍ଗ। ସୁନ୍ଦର ବୀଣା ଯନ୍ତ୍ରର ଦୁଇଟି ତାର ସେମାନେ। ଦୁଇଟି ଭିତରୁ ଗୋଟିଏ ଯଦି ଅକାମୀ ହୋଇଯାଏ ତେବେ ସାମୁହିକ ଉନ୍ନତି ବାଧାପ୍ରାପ୍ତ ହେବ। ଅଶୋକ ପାତ୍ର ସଙ୍ଗରେ ବନଲତା ଦାସ ବି ନିଜର କର୍ତ୍ତବ୍ୟ ବୁଝି ନେଇଛି। ବୀଣାର ଦୁଇଟିଯାକ ତାର ଏକ ସ୍ୱରରେ ବାଜି ଉଠୁଛି। ନିର୍ବାଚନର ଏହି ଉଦାହରଣଟି ସ୍ଥାୟୀ ହେଲେ, ଦେଶର ଅବସ୍ଥା କେଡ଼େ ସୁନ୍ଦର ହେବନାହିଁ। ଅବଶେଷରେ ସହକର୍ମୀ ଦ୍ୱୟ ଆସିଲେ। ବନଲତା ଦାସ ତୋଫା ଶାଢ଼ି ଖଣ୍ଡେ ପିଖିଛି। ଶାଢ଼ିକୁ ମେଚ୍କଲାପରି ଫିକା ଲାଲ ସେମିଜ୍ଖଣ୍ଡେ। ପାଦର ସାଦା ଚପଲର ରଙ୍ଗ ବି ଅଳ୍ପ ଲାଲ। କେଶ ପ୍ରସାଧନରେ ବିଶେଷ କିଛି ଚମତ୍କାରିତା ପ୍ରଦର୍ଶନ କରାଯାଇ ନଥିଲେ ବି ବନଲତା ଦାସର ମାଂସଳ କାନ୍ଧକୁ ସେ ଆଶ୍ଚର୍ଯ୍ୟ ଭାବରେ ମନାଉଛି। କାଳନ୍ଦୀ କଳା ବଙ୍ଗାଳୀ ବେଣୀ ମଝିରେ ଗୋଲାପୀ ନାଇଲନ୍ ରିବନ୍ଖଣ୍ଡେ। ବନଲତା ଦାସର ପ୍ରଥମ ନମସ୍କାରରେ ଯେମିତି ମାଦକତା ଥିଲା ଏଇ ଦ୍ୱିତୀୟ ଦିନର ଗତାନୁଗତିକ ନମସ୍କାର ଭିତରେ ତାହାଠୁଁ ବଳି ଆତ୍ମୀୟତା ରହିଛି। ବନଲତା ଦାସକୁ ଦେଖି ସ୍ଥାନୀୟ ଲୋକେ ବେଳେବେଳେ ତିକ୍ତ ମନ୍ତବ୍ୟ ଦିଅନ୍ତି। ତାର ଚପଲ ପିନ୍ଧା ଚାଲିକୁ ଦେଖି ଖିଲି, ଖିଲି, ହୋଇ ହସନ୍ତି। ସେମାନଙ୍କ ଆଖି ବନଲତାର ନିର୍ଭୀକ ପ୍ରକୃତିକୁ ଦେଖି ସହି ପାରେ ନାହିଁ। ଝିଅପିଲା ହୋଇ ପୁରୁଷମାନଙ୍କ ସଙ୍ଗେ ରାତି ନାହିଁ, ଦିନ ନାହିଁ ଘିରି ଘିରି ହୋଇ ବୁଲିବ? ମରଦମାନଙ୍କ। ପରି ମୁଣ୍ଡରୁ ଓଢ଼ଣା କାଢ଼ି ଛାତି ଫୁଲାଇ ସାଇକଲ ଚଢ଼ିବ? ବୟସ କଣ, ରୂପ କଣ! ଏ ବୟସରେ ମୁଣ୍ଡରେ ଓଢ଼ଣାଦେଇ ଦେହ ଲୁଛାଇ ବସିବା କଥା! ଏ ଭରା ଯୌବନ ପୁରୁଷ ପିଲାର ଆଖି ସହିପାଇବ ନାହିଁ। ସ୍ତ୍ରୀର ଡର ପରା ପର ପୁରୁଷର ଡାହଣା ଆଖି ଦୁଇଟାକୁ! ବୟସୀ ଝିଅ ଘରର ବୋହୂ ହୋଇ ପରିବାର ଚର୍ଚ୍ଚା କରିବା ଆବଶ୍ୟକ। ସ୍ୱାମୀ, ଶ୍ୱଶୁରର ସେବାରେ ନିଜକୁ ନିୟୋଗ କରି ଉଛୁଳା ରୂପ ଓ ଚପଳ ମନର ଅମାନିଆ ଡାକକୁ ଆଡ଼େଇ ଦେବା ଉଚିତ। ବନଲତା ଦାସ ସେଇୟା କରିନାହିଁ। ଚୁଲୀଶାଳ ଛାଡ଼ି ଖୋଲା ପବନରେ ବୁଲୁଛି।